ମନେ କରାଯାଉ ଆମର ଓଡ଼ିଶାରେ ପ୍ରାୟେ ସବୁ ଶିକ୍ଷିତ ଲୋକ ଷାଠିଏ ମସିହାଯାଏ କିଛି ନା କିଛି ଚାକିରି ନେଇ ରହିଥିଲେ। ମାସ ପହିଲାରେ ଦରମା ପାଆନ୍ତି। ତାଙ୍କର ଚାକିରି କ୍ଷେତ୍ରରେ ସରକାରଙ୍କର ଦୋଷ ତୃଟି ବୋହୁତ ଦେଖି ପାରନ୍ତି। ଘରେ ଓ ବଜାରରେ ଦେଶକଥା ପର୍ଯ୍ୟପ୍ତ ପରିମାଣରେ କହନ୍ତି। କିଛି ପୋଲା କଥା ନୁହେଁ। ପ୍ରତ୍ୟେକ ବିଷୟରେ ତଥ୍ୟ ଥାଏ। ଏମାନେ ଆଉ ବିପ୍ଳବୀଙ୍କ ଭିତରେ ପ୍ରଭେଦ ହେଉଛି ଯେ ଦରମାଖିଆ ନୌକର ବିପ୍ଳବୀଠାରୁ ଅଧିକ ତେଜିୟାନ୍। ଏହି ନୌକରସାହୀର ଜ୍ ଖ ଖିଜମଦଗାରମାନେ ସାହିତ୍ୟ ଆଡ଼କୁ ବେଳେବେଳେ ହାତ ବଢ଼ାନ୍ତି। କହିବା କଥା କଲମକୁ ଆସିଗଲେ ସାହିତ୍ୟ ହେଲା। ପଢ଼ିବା ଲୋକ ଏତକ ପଢ଼ି ନିଜର ଜ୍ଞାନଚକ୍ଷୁ ଫିଟାଇ ପାରିଲେ ଲେଖାଟି ତାରିଫ୍ ପାଇଲା। ଏଥିରେ ସବୁ ଅଛି। ଅତୀତ, ବର୍ତ୍ତମାନ୍ ଓ ଭବିଷ୍ୟତ୍। ତାହାହେଲେ ଏହା ଉଚ୍ଚାଙ୍ଗ ସାହିତ୍ୟ ନ ହେବ କାହିଁକି?ଏହି ଯୁକ୍ତିର ଦୁର୍ବଳତା ବୁଝିବାକୁ ଗୋଟିଏ ଉଦାହରଣ ଦରକାର। ପ୍ରତ୍ୟେକ ଜୀବ ଦେହରେ ପରମାତ୍ମା ଅଛନ୍ତି। ତେଣୁ ଆମ ଭିତରେ ସବୁଠାରୁ ଅଶିକ୍ଷିତ, ଅସଂସ୍କୃତ, ବିଭିନ୍ନ ଦୋଷରେ ବିଷାକ୍ତ ଲୋକଟିକୁ ଆମେ ନେଇ ଆମ ଭିତର ଶିକ୍ଷିତ, ମାର୍ଜିତ ଓ ବିଭିନ୍ନ ଗୁଣର ଆଧାର ସହିତ ସମାନ କରି ମହାନୁଭାବକତା ଓ ମାନବତା ଦେଖାଇଲେ କ'ଣ ସାହିତ୍ୟ ହେବ? ପାଦତଳେ ଚିପି ହୋଇ ଯାଇଥିବା ବେଙ୍ଗର ଫଟା ପେଟକୁ ଧରି କାନ୍ତି ବାହୁନି ଝାଳନାଳ ହୋଇ ଅପରୂପ କବିତା ଲେଖିଲେ ଆମେ କ'ଣ ବଡ଼ କବିଟିଏ ହେଇଯାଇ ପାରିବୁ?ଏବେ ସାହିତ୍ୟ ପିଲାଙ୍କର ଚିତ୍ରାଙ୍କନ ପରି ହେଇଯାଉଛି। ହାତ ଦୋରସ୍ତ କରିବାକୁ କରୁଥିବା କାମକୁ ଆମେ ଉଚ୍ଚାଙ୍ଗ ସାହିତ୍ୟ ବୋଲି ବଜାରରେ ପାଟି କରୁଛୁ। ସୌଭାଗ୍ୟର କଥା ଏହି କଳରବକୁ କେହି ଗୁରୁତ୍ୱ ଦେଉ ନାହିଁ। ଶେଷକୁ ଆମେ ମଧ୍ୟ ବେହାଲ ହେଇ ଯାଉଛୁ।କିଏ କୋଠା ତିଆରି କଲା ତ ଆଉ କିଏ ସ୍ତ୍ରୀର ମନୋରଞ୍ଜନ କରିବାକୁ ତାକୁ ଘର କାମରେ ସାହାଯ୍ୟ କଲା। ପୁଣି କିଏ ଯାଇ ପିଲାଙ୍କୁ ପାଠପଢ଼ାଇ ମଣିଷ କଲାଣି ତ ଆଉ ଜଣେ ଯାଇ ଧର୍ମସଭାରେ ବସି ଆଖି ମିଞ୍ଜି ମିଞ୍ଜି କରୁଛି। ଏହି ପ୍ରକାରର ଲୋକଙ୍କୁ ଆମେ କହୁ ଶିକ୍ଷିତ ଆଉ ଅର୍ଦ୍ଧଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ।ଏହି ସୂଚନାର ପ୍ରତ୍ୟେକ ଶବ୍ଦ ଆପେଷିକ। ମଧ୍ୟବିତ୍ତ କହିଲେ ଦିନକୁ ପାଞ୍ଚଟଙ୍କା ପାଇବା ଲୋକଙ୍କୁ କେଉଁଠି ବୁଝାଇବ ତ ଆଉ କେଉଁଠି ଦିନକୁ ଶହେଟଙ୍କା ପାଇବା ଲୋକକୁ ବୁଝାଇବ। ଏହିମାନଙ୍କର ମନ ଓ ରୁଚିକୁ ନେଇ ସାହିତ୍ୟ ତିଆରି ହେଉଛି। ଆମର ସହର ବଜାରର ବା ସାହୀର ମିଠେଇ ଦୋକାନ ପରି। ତା'କୁ ଆଣି ସ୍ୱାସ୍ଥ୍ୟରକ୍ଷାର ନିୟମରେ ଓଜନ ନ କରି ଆମର ସେହି ଦୋକାନ ଆମର ଜୀବନର ପରିପୂରକ ବୋଲି ଧରିନେବା ଉଚିତ୍।ସାହିତ୍ୟିକ ହେଲା ଗୋଟାଏ ରକମର ମିଠେଇ କାରିଗର। ଏହାର ଗରାଖ ହେଲେ ସେହି ଦୋକାନର ପରିସର ଭିତରେ ମିଳୁଥିବା ମଧ୍ୟବିତ୍ତ ଓ ଶିକ୍ଷିତ ଲୋକ। ଯିଏ ସକାଳୁ ପଖାଳ କି ଚାଉଳଭଜା ନ ଖାଇ ଦୋକାନଜଳଖିଆଖୋଜିବେଶଶି ସେମାନଙ୍କୁ ଆଖି ଆଗରେ ରଖି ମିଠାଇ ଦୋକାନ ଚାଲିବ। ତେଣୁ ଗରାଖମାନେ ଯେଉଁ କଦରର ଓ ଫାଇଦାର ଲୋକ ହେବେ ଆମେ ଲେଖକମାନେ ସେତିକିରେ ହେବୁ।ଏଥିରେ କ୍ଷୁଣ୍ଣ ହୋଇ ଆମେ ଯେ ମଝିରେ ମଝିରେ ହଠାତ୍ ବୌଦ୍ଧିକ ପାଲଟି ଯାଇ ତୁ ଟା ଓଲୁ, ତୁ ମୁର୍ଖ, ତୁ ବେକୁବ୍ କହି ବୌଦ୍ଧିକତାର କସରତ ଦେଖାଇବାକୁ ବାହାରି ପଡ଼ୁଚୁ ସେଥିରେ ବୌଦ୍ଧିକତା ନାମରେ ବୁଦ୍ଧିହୀନତା ପ୍ରକାଶ ପାଉଛି। ଅର୍ଥାତ୍ ଆମେ ଛୋଟ ହେଇ ବଡ଼ ବଡ଼ କଥା କୋହୁଚୁ। ମାଙ୍କଡ଼ ଖେଳ ଦେଖାଇଲା ପରି।